''ଲୋକଟିଏ'' କୁ ଆଜିର ଏଇ ବିଜୟା ଦଶମୀରେ ଆପଣଙ୍କୁ ସମର୍ପି ଦେଉଛି। ସ୍ନେହର ଫନୀ,। ସବୁଜ ଆକାଶ, ଧୂସର ଧରଣୀ। ଖଣ୍ଡ ଖଣ୍ଡ ଶୀତର ଚାଦର ବିଛାଡ଼ି ହୋଇଯାଇଛି। ସତେ ଯେମିତି ରାଜଧାନୀ ଜଳୁଛି। ଜଳାଉଛି। ଜଳିବାରେ ଭାରି ସୁଖ ଏ ପୃଥିବୀରେ। ଜଳାଇବାରେ ନୁହେଁ। ସବୁଆଡ଼େ ଏମିତି ଏମିତି। ଏଇ ଧରନ୍ତୁ ଯେମିତି ମୁଁ ସିଗାରେଟ୍ ଟାଣୁଛି। ଆପଣ କଫି ପିଉଛନ୍ତି। ବହି ଦୋକାନ ଆଗରେ ଠିଆ ହୋଇ କିଶୋରୀଟି ସେକ୍ସ୍ ଆଟ୍ଲାସ୍ ନୋହିଲେବା 'କନ୍ଫିଡେନ୍ସିଆଲ୍ ଆଡ଼୍ଭାଇଜର୍'ର ପୃଷ୍ଠା ଓଲଟାଉଛି। ରାଜଧାନୀର ପାଗ କୋହଲା। ବରଫ ବର୍ଷା ହେଲାପରେ ଛିଣ୍ଡା ଛିଣ୍ଡା କୁହୁଡ଼ି ଛିଟିକି ଆସୁଛି। ଏମିତି ବେଳାରେ ଯୌନଚିନ୍ତା ମନ୍ଦନୁହେଁ। ପୁରୁଷ ବନ୍ଧୁଙ୍କ ସହିତ ରାଜମହଲ ଆଡ଼େ ଟିକିଏ ବୁଲାଯାଇ ପାରେ। ହୁଏତ ରାଜଧାନୀ ଏକ ଓଭରକୋଟ୍ ପିନ୍ଧିଥିବା ରୋମିଓ ମହିଳା କିମ୍ୱା ବୁର୍ଖା ପିନ୍ଧା ସ୍ତ୍ରୀ ପରି ଦିଶୁଛି। ପାରାଦ୍ୱୀପ ଲାଇନ୍ ଆଡ଼େ ଦଉଡ଼ୁଥିବା ଟ୍ରକ୍ଗୁଡ଼ିକରେ ପଞ୍ଜାବୀ ଡ୍ରାଇଭରମାନେ ବୋହିନେଇ ଯାଇଛନ୍ତି କୁଇଣ୍ଟାଲ୍ କୁଇଣ୍ଟାଲ୍ କାଳିମାଈକିନିଆ। ଶୀତର ହାଣ୍ଡିଆ ପିଇ ଟ୍ରକରେ ଯାଉଥିବା ସ୍ତ୍ରଲୋକଙ୍କ ଭିତରୁ ଗୋଟିକୁ ଜୋର୍କରି ଟାଣି ନିଆ ଯାଇପାରେ। ଯେମିତି ଦୁଲାଳ୍ ସିଂ ଭିଡ଼ି ନେଉଥିଲା ସେଦିନ ଖଣ୍ଡଗିରି ଗୁମ୍ଫା ଭିତରକୁ। ସମୟ ବିପର୍ଯ୍ୟସ୍ତ। ଝଡ଼ ହୁଏତ ଆସିଯାଇ ପାରେ! ରାଉରକେଲା ଏକ୍ସପ୍ରେସ୍ ଆସିବାରେ ବେଳ ଗଡ଼ି ଗଲାଣି। ଗଡ଼ିଯାଉ। ସେ କଥା ମନେ ପକାଇ ଲାଭ ନାହିଁ। ଭଦ୍ରମହିଳା ଖୁବ୍ ଚାଲାଖ କିନା। ଜର୍ମାନ୍ କି ରୁଷ୍ ଯେଉଁଠି ହେଲେ ଥିବେ।। ଝଡ଼ ପୂର୍ବରୁ ଆକାଶ ଖୁବ୍ ଭୟଙ୍କର। ଠିକ୍ ଟଫି ରଙ୍ଗ ପରି। ଝଡ଼ ସମୟର କାକର ବିନ୍ଦୁଗୁଡ଼ିକ କୁଆପଥର ପରି ଦେହରେ ପିଟିହୋଇ ଯାଇପାରେ। ନିରାପଦ ସ୍ଥାନକୁ ଚାଲିଯିବା ଉଚିତ। ବସ୍ ଷ୍ଟାଣ୍ଡ ଖୁବ୍ ଶୂନଶାନ୍। ଚେସ୍ ବୋର୍ଡ଼ରୁ ରାଜା, ମନ୍ତ୍ରୀ, ବୋଟ୍ ପ୍ରଭୃତି ସୁଦକ୍ଷ କମାଣ୍ଡରମାନେ ମରିଗଲାପରେ ସୈନ୍ୟ କେଇଟା ପାଲି ଉପରେ ଟହଲ ମାରୁଥିବା ପରି, କାଁ ଭାଁ ଗୋଟେ ଅଧେ ମଣିଷ ବସ୍ ଷ୍ଟାଣ୍ଡରେ ଏପଟ ସେପଟ ହୋଇ ନିଆଁ ଗିଳୁଥାନ୍ତି। ବସ୍ ଆସିବାକୁ ଡେରିହେଲେ ଏମିତି ବି ସମୟ କଟାଯାଇ ପାରେ। ସବୁ ଏମିତି ଏମିତି। ଝଡ଼ ଆସିଗଲେ ସବୁସ୍ଥାନ ବିପଦ ଶଙ୍କୁଳ। ଗିର୍ଜାର ସତର୍କ ଘଣ୍ଟିପରି ସବୁଆଡ଼େ ଟିଣ୍ଟିଣ୍ ଆଓ୍ୱାଜ। ବିଶ୍ରାମ ଗାରରେ ଭୟଙ୍କର ଲୋକଭିଡ଼। ମହିଳା ରୁମରେ ବି। ଡିଉଟି କରୁଥିବା ଖ୍ରୀଷ୍ଟିୟାନ୍ ଭଦ୍ର ମହିଳାଟି ବିଚାରୀ ପେଚାପରି କଣ୍ଟ୍ରୋଲ୍ ରୁମରେ ବସିଥାନ୍ତି। ଚା' କପ୍ଟିଏ ମଗାଯାଇ ପାରିଲେ ତାଙ୍କ ସାଙ୍ଗେ ବେଶ୍ ଜମନ୍ତା। ସେ ବି କେମିତି କେମିତି ଲାଗନ୍ତା। ଭଦ୍ରମହିଳା ପୌଢ଼ାକିନା! ଛାଡ଼, ସେ ସବୁ ବାଜେ ଚିନ୍ତା। ଝଡ଼ ହୁଏତ ଏଇ ଆସିପାରେ। ଏଇ ଆସିଗଲା। ଏମିତି ଏମିତି। ସବୁ ସ୍ଥାନ ଦଖଲ କରି ଜଣେ ଜଣେ ବିଶିଷ୍ଟ ଅତିଥିଙ୍କପରି ବସିଗଲେଣି। ସତେ ଅବା ଝଡ଼ର ରୋଷଣିପରେ ଭୋଜିଭାତ ହେବ। ସାହାନାଇ ବାଜିବ। ବିଚାରା ଲୋକଟିଏ: ଏଇ ଯେମିତି ପିଲାଟିଏ। ଝିଅଟିଏ କି ସ୍ତ୍ରୀ ଟିଏ। ଲୋକଟି ବୁଲୁଛି ବିଶ୍ରାମାଗାରର ସିମେଣ୍ଟ ଚଟାଣ ଉପରେ ଏମୁଣ୍ଡୁ ସେମୁଣ୍ଡୁ ଯାଏଁ। ଆହା, ଏନ୍. ସି. ସି. ପିଲାଙ୍କ ପରି ମାର୍ଚ୍ଚିଂ କରୁନି ତ? କଟକରେତ ବସ୍ଷ୍ଟାଣ୍ଡ ବହୁଦିନ ଧରି ନଥିଲା। ତେଣୁ ଏକା ସାଙ୍ଗରେ ଅନେକଗୁଡ଼ିଏ ବସ୍ ଠିଆ ହୋଇଥିବାର ଦୃଶ୍ୟ ଦେଖିବା ଖୁବ୍ କ୍ୱଚିତ୍। କଲେଜ ଛକରେ ରାତିବସ୍ଗୁଡ଼ା ବହୁତ ବଡ଼। ଅସୁର ପରି। ବସ୍ ମାଲିକଗୁଡ଼ା ଖୁବ୍ ଦୁର୍ଦ୍ଦାନ୍ତ। ପେଟେ ପିଇଥାନ୍ତି। ନିଶାରେ କ'ଣ କାହାକୁ କହନ୍ତି ବୁଝିବା ମୁସ୍କିଲ୍। ରେଲଷ୍ଟେସନ ତ ଏକ ଡହକ ନର୍କ। ପଚରା ଗନ୍ଧିଆ ମଣିଷରେ ସବୁବେଳେ ମହମହ-। ଥରେ ଲେବଲ୍କ୍ରସିଂ ଗେଟ୍ ଗୋଡ଼ ହାତ ଲମ୍ବାଇ ଶୋଇଗଲେ ନିଦ ଭାଙ୍ଗିବା କାଠିକର-। ତା'ପରେ ଦେଖିବ ମଜା! ଦୁର୍ଭାଗ୍ୟର କଥା କଟକରେ ଏବେ ବି ଓଭର୍ବ୍ରିଜ ନାହିଁ। ରାଜଧାନୀରେ କିନ୍ତୁ ଏସବୁ ଦୃଶ୍ୟନାହିଁ। ଏଠି ମଣିଷଗୁଡ଼ା ଜାପାନୀ କଣ୍ଢେଇ। ରାସ୍ତାସବୁ ଶଙ୍ଖପରି ସଫା। ବସ୍ଷ୍ଟାଣ୍ଡ ଖୁବ୍ ବଡ଼ କଟକଠାରୁ; ସମ୍ବଲପୁରଠାରୁ; ଏମିତିକି ବ୍ରହ୍ମପୁରଠାରୁ ବି। ଏତେବଡ଼ ବସ୍ଷ୍ଟାଣ୍ଡ ଥାଇ ବି ଲୋକଟି ପାଇଁ ଜାଗା ଟିକିଏ ମିଳୁନି। ବାହାରେ ଝଡ଼ ନାଚିଲାଣି। ମହିଳା ରୁମରେ ବି। ଆମ ଦେଶର ସ୍ତ୍ରୀମାନଙ୍କର ଆଦୌ କାଣ୍ଡଜ୍ଞାନ ନାହିଁ।